ସେ କେଉଁ ଆମ ଗାଁ ଲୋକ ହୋଇଛି, ତା' ମାମୁଁ ଘର ଆମ ଗାଁଆରେ। ସେଇଠି ରହି ଆମ ସାଙ୍ଗରେ ପଢ଼ୁଥିଲା। ବାସ୍ ସେତିକି, ୟା' ଭିତରେ ତ ଅନେକ ବର୍ଷ ବିତିଯାଇଛି। 'ଯାହାହେଉ ବନ୍ଧୁ ବନ୍ଧୁଙ୍କୁ ଚିହ୍ନିବେନି? ଏପରା ଜଗନ୍ନାଥଙ୍କ ଦେଶ, ବନ୍ଧୁ ମହାନ୍ତିଙ୍କୁ ଜଗନ୍ନାଥ ଚିହ୍ନିବେ ନାହିଁ ତ ଆଉ ଚିହ୍ନିବ କିଏ? ସତରେ ଆପଣ ଭାରି ଭାଗ୍ୟବାନ। ଏତିକି କହି ବି. ଡ଼ି. ଓ. ବାବୁ ହସି ହସି ଚାଲିଗଲେ। ସେତେବେଳକୁ ମିଟିଂ କାମ ପ୍ରାୟ ଶେଷ ହୋଇ ଆସୁଥାଏ-। ରାମହରି କମ୍ କଥା କହେ–ତା'ର କାମ ବେଶୀ। ଶସ୍ତା ସ୍ଲୋଗାନକୁ ସେ ବିଶ୍ୱାସ କରେନା-। ବହୁ କାର୍ଯ୍ୟରେ ଏ ପରିଚୟ ସେ ଦେଇସାରିଛି। ସେ ଡାୟାସ୍ରୁ ଓହ୍ଲାଇ ମୋ' ଆଡ଼େ ଆସୁଥିଲା। ବି. ଡ଼ି. ଓ., ଚେୟାରମ୍ୟାନ ପ୍ରମୁଖ ତାକୁ ଅନୁସରଣ କରୁଥିବାର ଦେଖି ସେମାନଙ୍କୁ ଅପେକ୍ଷା କରିବାକୁ କହି ସିଧା ମୋ' ପାଖକୁ ଆସି ପଚାରିଲା–କିରେ ଅନି... କ୍ୱାଟର୍ସ କେଉଁଠି ପାଇଛୁ? କହିଲି–ପାଇନି। ତା'ହେଲେ ରହୁଛୁ କେଉଁଠି? ଗୋଟିଏ ଘର ଭଡ଼ା ନେଇଛି। ଭାଉଜ ତୋ ପାଖରେ ନା ଗାଆଁରେ? ମୋ' ପାଖରେ। ପିଲାପିଲି? ଏକ୍ ଏକ୍। ଖୁବ୍ ଜୋରରେ ହସିଲା ରାମହରି। ପରିହାସ କରି କହିଲା–ତୁ ଆମ ସ୍ଳୋଗାନକୁ ଠିକ୍ କାର୍ଯ୍ୟକାରୀ କରିଛୁ। ପଚାରିଲି–ତୋ' କଥା କହିଲୁନି? 'ଦେଖ୍ ସବୁ କଥା ଏଇଠି କହି ହେବନି। ତୁ କାଲି ମୋ' ସାଙ୍ଗରେ ଭୁବନେଶ୍ୱର ଚାଲ୍। ଶ୍ରୀମତୀ, ତାଙ୍କ ପିଲାପିଲି ସମସ୍ତଙ୍କୁ ଦେଖି ଆସିବୁ। ହେଲା? ତୋ ସାଙ୍ଗରେ ଭୁବନେଶ୍ୱର ଯିବି? କାହିଁକି, ଅସୁବିଧା କ'ଣ? ନା, ସେମିତି କିଛି ନାହିଁ। କାଲି କଥା ତ ଅଛି। କାଲି ନ ହେଲେ ଆଉ କେଉଁଦିନ ଯାଇ ଦେଖି ଆସିବି। ଛାଡ଼ ସେ କଥା। ତୁ ପରା ଗାର୍ଲସ ହାଇସ୍କୁଲକୁ ଯିବୁ–ଯାଆ, ସମୟ ହୋଇଯାଇଛି। ହସି ହସି କହିଲା ହେଉ, ମୁଁ ଯାଉଛି। ଆଜି ରାତିରେ କିନ୍ତୁ ଖାଇବାଟା ତୋ' ଘରେ-। ତୁ ମୋ' ଘରେ ଖାଇବୁ? ତୋ ପାଇଁ ଯେ ଡାକବଙ୍ଗଳାରେ ସବୁ ବ୍ୟବସ୍ଥା ହୋଇସାରିଛି। ମୋ' କଥା ପ୍ରତି ଗୁରୁତ୍ଵ ନ ଦେଇ ସେ ବି. ଡ଼ି. ଓ., ଚେୟାରମ୍ୟାନଙ୍କୁ ଡାକି କହିଲା–ଆପଣମାନେ ମୋ' ପାଇଁ ବ୍ୟସ୍ତ ହେବେନି। ମୁଁ ଆଜି ଅନିରୁଦ୍ଧ ଘରେ ଖାଇବି କହି ସେ ଜିପ୍କୁ ଉଠିଲା। ମୋ' ଦୃଷ୍ଟିପଥରୁ। ଜିପ୍ଟା ଅଦୃଶ୍ୟ ହେବାଯାଏ ମୁଁ ରାମହରିର ଅମାୟିକ ବ୍ୟବହାର କଥା ଭାବୁଥିଲି। ଆଉ କିଏ ହୋଇଥିଲେ ନାକ ଟେକି ଆଡ଼ କରି ଚାଲିଯାଇଥାଆନ୍ତା–ଚିହ୍ନା ଦେଇଥିଲେ ବି ଚିହ୍ନି ପାରିନଥାନ୍ତା। କିନ୍ତୁ ରାମହରି ସତରେ କେତେ ଉଦାର। ତା' ପାଇଁ ଡାକବଙ୍ଗଳାରେ କେତେ ବିରାଟ ଆୟୋଜନ ଖାଦ୍ୟପେୟର। ସେ ସବୁକୁ ଉପେକ୍ଷାକରି ଖାଲି ବନ୍ଧୁତ୍ଵର ଖାତିରରେ ସିନା ମୋ' ଭଳି ଏକ ଅନାମଧେୟ କୁଡ଼ିଆରେ ଖାଇବାକୁ। ଏବେ ସେ ମନ୍ତ୍ରୀ–ଖୁଦ ଭଜାରେ ସନ୍ତୁଷ୍ଟ ହେବ କି ନା ସେ କଥା ସେ ଜାଣେ। ତଥାପି ବନ୍ଧୁର ଉପଯୁକ୍ତ ଚର୍ଚ୍ଚାପାଇଁ ତ ମୋତେ କିଛି ସ୍ଵତନ୍ତ୍ର ବ୍ୟବସ୍ଥା କରିବାକୁ ପଡ଼ିବ। ପକେଟ୍ ଦେଖିଲି ମାତ୍ର ଦଶଟଙ୍କିଆ ନୋଟ୍ଟିଏ। କିଣିଲି ସେଥିରେ ମାଂସ। ଚାଲିଲି ଘରକୁ। ଗୋଡ଼ ଯେମିତି ତଳେ ଲାଗୁ ନ ଥାଏ। ଘରେ ପହଞ୍ଚି ଦେଖିବା ବେଳକୁ ମୋ' ସ୍ତ୍ରୀ ବାହାରିଛନ୍ତି ଗାର୍ଲସସ୍କୁଲକୁ, ମୋତେ ଦେଖି କହିଲେ–ଆସିଗଲ ଖୁବ୍ ଭଲ ହେଲା। ତମେ ଘରେ ରୁହ ମୁଁ ଟିକିଏ ସ୍କୁଲକୁ ଯାଉଛି ଦେଖିବାକୁ। କହିଲି–ତମେ ଆଜି ଦେଖିବାକୁ ନ ଗଲେ ହୁଅନ୍ତାନି? ସେ ଯେମିତି ବିରକ୍ତ ହୋଇଉଠିଲେ। କହିଲେ–କେଉଁଦିନ କେଉଁଠିକୁ ନେଇ ଯାଅ ଯେ... ଆଜି ଟିକିଏ ବାହାରିଲି ଯେ ତମେ ଆଖିରେ ଗଲାନି! ଜଣେ କିଏ ମନ୍ତ୍ରୀ ଆସୁଛନ୍ତି, ଚାରିଆଡ଼େ ତାଙ୍କ ନାଆଁ–କୋଉ ସହର ବଜାର ହୋଇଛି ଯେ ଦଳ ଦଳ ହୋଇ ମନ୍ତ୍ରୀ ବୁଲୁଥିବେ ଦେଖିବି। ତା' ଛଡ଼ା ଝିଅ ତାଙ୍କ ହାତରେ ପ୍ରାଇଜ୍ ଆଣିବ ତା'ପରେ ଟିକିଏ ନରମି ଯାଇ କହିଲେ–ହେ ତମେ ବି ଚାଲ ନା, ଆମକୁ ସେଠି ଦେଖିଲେ ଝିଅ କେତେ ଖୁସି ହେବ କହିଲ। ନା ଆଜି ରୋଷେଇ ଫୋସେଇ କିଛି ହେବନି, ସେଠୁ ଫେରି ଆମେ ସବୁ ଜଳଖିଆ ଖାଇନେବା। ଚୁଡ଼ା, ଚିନି ତ ଘରେ ଅଛି। ଏ ଦିନ କ'ଣ ଆଉ ଆସିବ? ନା, ନା, ମୁଁ ସେ କଥା କହୁନି।